କିନ୍ତୁ ତମ ଘରର କଟକଣା ଆମକୁ ଜଣା। ତୋ ବାପା ଆମ ପାଖରେ ବସିରହିଲେ। ବୋଉ ତୋର ଏପଟ ସେପଟ ହେଉଥିଲେ। ଆମ ସହିତ ସେ ତୋତେ ଖଣ୍ଡଗିରି ଛାଡ଼ିବେ କି ନାହିଁ। ଆମେ ଏ କଥା ଉଠାଇଲେ କାଳେ ବାପା ବୋଉ ତୋର ଆମ ଉପରେ ରାଗିଉଠିବେ ଏହିପରି ସାତପାଞ୍ଚ ଭାବିଲା ବେଳକୁ ତୋ ଭାଇନା ଆସିଗଲେ! ଅଶ୍ରୁଟା ତାଙ୍କୁ ଦେଖି କିଲିକିଲା ଛାଡ଼ି ବାହାରକୁ ବାହାରି ଆସିଲା ତା' ଚାଲି ଆସିବା ଦେଖି ମୋତେ ଭାରି ଚିଡ଼ିମାଡ଼ିଲା। ଆମେ ବି ବାଧ୍ୟହେଲୁ ପଳାଇ ଆସିବାକୁ। ଅଦ୍ଭୁତ ଝିଅଟେ ସେଇ ଅଶ୍ରୁ। ବନ୍ଧୁର ଭାଇ, ସେ ତ ଆମର ବି ଭାଇ। ଏତେ ଗୋଟାଏ ଲାଜ କ'ଣ ମ। ମୋତେ ଏସବୁ ଭଲ ଲାଗେନି। ତୁ ଯାହାକହ ତନୁ, ତୋ ଭାଇନାଙ୍କ ଉପରେ ତା'ର ଭାରି ଲୋଭ। ତୋ ଭାଇନାକୁ ସେ ଡାହାଣୀପରି ଟିକିଏ ଟିକିଏ ଚାହୁଁଥାଏ ପୁଣି ଚାଲି ଆସିଥାଏ। ଗୋଟାଏ ଢଙ୍ଗ। ତା'ପରେ ତୁ ଦେଖିଛୁ ନା? କ୍ଲାସରେ ତୁ ତୋ ଭାଇନାଙ୍କ କଥା କହିଲେ ଅଶ୍ରୁ ମୁହଁଟା କିପରି ଲାଲ ପଡ଼ିଯାଏ? ତୁ ଦେଖିଛୁ କି ନାହିଁ, ମୁଁ କିନ୍ତୁ ତାକୁ ଲକ୍ଷ୍ୟ କରିଛି। କହିବୁନି ଲୋ ତା' ଆଗରେ ଏ ସବୁ କଥା, ମୋ ରାଣ ରହିଲା। ଯେତେହେଲେ ଆମେ ଗରିବ। ସେମାନେ ହେଲେ ବଡ଼ଲୋକ। ଆଶା ତାଙ୍କର ଅନେକ। ଇଚ୍ଛା ତାଙ୍କର ଲଗାମ ଛଡ଼ା। ସେମିତି ହୁଅନ୍ତି ସେମାନେ। ଆଲୋ, ଆଲୋ ମୋର ତ ଭୁଲ୍ ହୋଇଗଲା। ତୁ ବି ତ ବଡ଼ ଲୋକ। ଅଥଚ, ମୁଁ ତୋରି ପାଖରେ ଏ ପଦକ କହିଦେଲି। କ୍ଷମା କରିବୁ ମୋତେ। ମୋ ମୁଣ୍ଡଟା ଆଜି ଭାରି ବିନ୍ଧୁଛି। କଲେଜ ଗଲିନି। ତୋର ଆଜି ଦଶଟା ବେଳେ କ୍ଲାସ। ତୁ ଘରେ ଅଛୁ ଜାଣି ତୋତେ ଫୋନ କଲି-। ମିନତୀ କଲେଜ ଚାଲିଯାଇଛି। ତାଙ୍କରି ଘରେ ବସି ତୋତେ ଫୋନ କରୁଛି। ଆଚ୍ଛା ତନୁ... ଫୋନଟା ରଖିଦେଲେ ଡାକ୍ତର। ତନୁ କାଲି କଲେଜ ଯାଇନି ଏହି ସମ୍ୱାଦ ତାଙ୍କୁ ସ୍ତବ୍ଧ କରିଦେଇଥିଲା। ଫୋନଟା ଧରିଥିଲେ ମଧ୍ୟ ସେ ପ୍ରଥମରୁ ହୋଇଯାଇଥିଲେ ଅନ୍ୟମନସ୍କ। ଆଉ କିଛି ଶୁଣିବାର ଧୈର୍ଯ୍ୟ ତାଙ୍କର ଆଜି ନଥିଲା। ତେଣୁ ପ୍ରୀତିର କଥା ନ ସରିବା ଆଗରୁ ରଖିଦେଲେ ସେ ଫୋନଟା। ଅନ୍ୟଦିନ ହୋଇଥିଲେ ହସି ହସି ଗଡ଼ି ଯାଇଥାନ୍ତେ। ତନୁ କାଲି କଲେଜ ଯାଇନି, ତେବେ କୁଆଡ଼େ ଯାଇଥିଲା ସେ। ଆଉ ଆଜି, ଦଶଟାରେ ତାର କ୍ଳାସ୍। ଅଥଚ ସେ ଚାଲିଯାଇଛି ଆଠଟା ପୂର୍ବରୁ। କୁଆଡ଼େ ଯାଇଛି ସେ! ପ୍ରଶ୍ନଭରା ଆଖିରେ ଚାହିଁ ରହିଲେ ଡାକ୍ତର ଘରର କଡ଼ି ବର୍ଗା ଆଡ଼େ। ମୁହଁରେ ତାଙ୍କର ଅମାବାସ୍ୟାର ଅନ୍ଧକାର। ଦିବ୍ୟେନ୍ଦୁ ଚାହିଁ ରହିଥିଲେ ପୁଅଆଡ଼େ। ପୁଅର ଭାବନା ଭରା ମୁହଁରେ ଚିନ୍ତାର ଜାଲ ସୃଷ୍ଟି କରୁଛି କେତେଗୋଟି ସୂକ୍ଷ୍ମ ସୂକ୍ଷ୍ମ ରେଖା। ଉଦ୍ବିଗ୍ନ କଣ୍ଠରେ ସେ ପଚାରିଲେ–କ'ଣ ହେଲାରେ ତୋର? କ'ଣ ଭାବୁଛୁ? କିଏ ଫୋନ୍ କଲା ତୋତେ? ଡାକ୍ତର ଜାଣିଲେ ବାପା ଏହିପରି ପ୍ରଶ୍ନ ଏହିକ୍ଷଣି କରିବେ। ପ୍ରଶ୍ନର ଯଥାଯଥ ଉତ୍ତରଦେବାକୁ ତାଙ୍କର ଶକ୍ତି ନାହିଁ। ମିଛର ଆଶ୍ରୟ ନେବାକୁ ପଡ଼ିବ। ମିଛ ସେ କହିପାରିବେନି; କିନ୍ତୁ ବାପ ମାଆଙ୍କ ମନରେ ଦୁଃଖ ସେ ଦେଇପାରିବେନି। ତନୁ କଲେଜ ନଯାଇ ଆଉ କୁଆଡ଼େ ଯାଇଛି, ଏ କଥା ଆଦୌ ସହିପାରିବେନି ବାପା। ସେ ଯେତେ ଶାନ୍ତ, ସେତେ ରୁଦ୍ର। ଆମମାନଙ୍କୁ ମନୋମତ କରି ଗଢ଼ିବାକୁ ଯାଇ ଛାତି ତାଙ୍କର ହୁଏ କଠିଣ ବରଫ ଖଣ୍ଡ ପରି ପୁଣି, ଆମକୁ ଯେତେବେଳେ ଆଦର କରନ୍ତି ସେତେବେଳେ ସେଇ ବରଫ ଖଣ୍ଡ ତରଳି ଝରିଆସେ ସ୍ନେହର ନିର୍ଝର। ଆଉ ମୋର ଇଚ୍ଛାରେ ତନୁ କଲେଜରେ ପଢ଼ିଲା। ବାପା ଆପତ୍ତି କରିଥିଲେ। ସେ ଏସବୁ ପାଠ ପଢ଼ା ପଢ଼ି ପସନ୍ଦ କରନ୍ତି ନାହିଁ। ମୁଁ କହିଲି କେତେ ଝିଅ ତ ପଢ଼ୁଛନ୍ତି ସେ ନ ପଢ଼ିବ କେମିତି। ଯୁଗର ନିୟମ ନ ମାନିଲେ କ'ଣ ଚଳିବ? ପାତ୍ର ତ ଆଗ ପଚାରିବେ ଝିଅ କଣ ପଢ଼ିଛି-? କି ଉତ୍ତର ଦେବ ସେତେବେଳେ? ବାପା ରାଜିହେଲେ। ଅଥଚ –ମନୁ, କିରେ, ମୁଁ ପରା ପଚାରୁଛି କିଏ ଫୋନ୍ କଲା? ଏଁ, ଶୁଭୁନାହିଁ କି ତୋତେ।